କେହି ନାହାନ୍ତି। କଳୁଆ ଭାଇ ପାଳକୁ ଯାଇଚି, ନୂଆବୋଉ ବି ଘରେ ନାଇ, ନାଳକୁ ଯାଇଚି ଗାଧେଇ। –ତୁ କଣ ଏଇଖିଣି ଚାଲିଯିବୁ ଜଗା! –ଆଉ କଣ କରିବି? ନୁଖୁରୀର ଇଚ୍ଛା ହେଉଥାଏ, ଜଗା ଦିନଯାକ ତା ପାଖରେ ରହନ୍ତା କି। ଜଗା ନୁଖୁରୀର ଦିହମୁଣ୍ଡ ଚାରିଆଡ଼ ଆଉଁସି ଦେଲା। ମନେକଲା, ପଦାରୁ ନୁଖୁରୀର ଦିହ ଯେତେ ଖତରା ଦିଶେ ସତରେ ଦିହ ତାର ସେତେ କିଛି ଖରାପ ନୁହେଁ, ବରଞ୍ଚ ହାତକୁ ଭାରି ମୁଲାମ ଲାଗୁଚି। ନୁଖୁରୀ ସେତେବେଳକୁ ଶୋଇପଡ଼ିଚି। ଜଗା ନୁଖୁରୀ ମୁହଁକୁ ଅନେଇ କଣ କେତେ ଭାବୁଚି, ତାର ଅଜଣାରେ ତା ମୁହଁଟା କେତେବେଳେ ନୁଖୁରୀ ମୁହଁ ସାଙ୍ଗରେ ଲାଗିଗଲାଣି, ତାର ସାଡ଼କୁ ହୋସ୍ ନାହିଁ। ଚେତି ଦେଖିଲା, ନୁଖୁରୀର ଯେଉଁ ମୁହଁଟା ତାକୁ ନଈ ବାଲି ପରି ଶୁଖିଲା, ଉପାସିଆ ଦିଶେ, ଏ ତ ସେ ମୁହଁ ନୁହେଁ। ଭାରି ଚିକଣ, ଭାରି କଅଁଳ। କିଆଁଳିଆ ଆମ୍ୱପତ୍ର ମେଞ୍ଚାକରେ ମୁହଁଟା ମାଡ଼ିଦେଲେ ଯେମିତି ଭଲଲାଗେ, ସେମିତି କି ତା' ଚାହିଁ ଭଲ ଲାଗୁଛି। ନୁଖୁରୀର କେତୁଟା ନୁଖୁରା ବାଳ ମୁହଁ ଉପରକୁ ଉଲୁରି ପଡ଼ିଥିଲା, ହାତରେ ଜଗା ତାକୁ ସଜାଡ଼ି ଦେଲା। ନୁଖୁରୀ ମୁହଁଟାରେ ପୁଣି ଥରେ ହାତ ବୁଲେଇ ନେଲା–ଭାରି ଶାଉଁଳିଆ, ଭାରି ନରମ ଗାଲଟି, ତାର ଟିକେ ଯେମିତି ଲୋଭ ଦେଲା। ଜାଣତରେ ଜଗା ପୁଣି ଥରେ ମୁହଁଟିକୁ ନୁଖୁରୀ ଗାଲ ଉପରେ ନଦିଦେଲା। ଚାଲିଯିବାକୁ ମୋଟେ ତାର ଇଚ୍ଛା ହେଉ ନ ଥାଏ। ସେହି ପାଳ ମଝିରେ ତା'ର ସେହି ଛୋଟ କୁଡ଼ିଆ ଖଣ୍ଡିକ–ନୁଖୁରୀର ଅତି ପ୍ରିୟ ସାନ କୁଡ଼ିଆଟି। ଦିନର ଚବିଶ ଘଣ୍ଟାରୁ ଅଠର ଘଣ୍ଟା ସମୟ ନୁଖୁରୀ ଏଇଠି କଟାଏ। ହୃଦୟର ମାୟାମମତା ସବୁ ଯେମିତି ସେଥିରେ ସେ ଲେପି ପୋଛି ଦେଇଛି। ଜଗା ସେତେବେଳକୁ ଆସି ନୁଖୁରୀକି ଖୋଜି ଫେରି ଯାଇଥାଏ। ନୁଖୁରୀ ଆସି ଦେଖିଲା, ଚାଳ ଦିହରେ ଖୋସା ହେଇଚି ଦି ଚାରି ପେଣ୍ଡା ତଣ୍ଡିଫୁଲ, କୁଡ଼ିଆ ଅଗରେ ପଡ଼ିଚି ଚାରି ଛଟି ପାଦଛାଞ୍ଚ। କାମଦାମ ସାରି ତଣ୍ଡିଫୁଲକୁ ହାତରେ ଧଇଲା, ମନେ କଲା ଜଗା ଆକୁ ଧରିଥିଲା ବୋଲି ସିନା ଏ ଏତେ କଅଁଳ ଲାଗୁଚି ନ ହେଲେ ମୁଁ କଣ ତଣ୍ଡିଫୁଲ ଦେଖିନି ନା ଧରିନି। କେବେ ତ ଏତେ ଭଲ ଲାଗିନି ମୋତେ। ତା ପରେ ସେହି ପାଦ ଛପା। କେଡ଼େ ସୁନ୍ଦର ଦିଶୁଚି ଧୂଳିଗୁଡ଼ାକ ଆଜି। ଏଇ ଧୂଳି, ଏଇ ମାଟି, ସବୁଦିନେ ତ ଏଇଠି ପଡ଼ିଛି। ଏଇ ପାଦଚିହ୍ନ ଗଣ୍ଡାକ ସିନା ଆକୁ ଏତେ ସୁନ୍ଦର କରି ଦେଇଚି। ତା ବାଦେ ମନେପଡ଼ିଲା ତାର ସେଦିନ କଥା। ଜରରେ ହେଁସ ଘୋରେଇ ହେଇ ସେ ପଡ଼ିଥାଏ। ଜଗା ଯାଇ ଦିହମୁଣ୍ଡ ହାତ ବୁଲେଇ ଦେବାରୁ ଜର ତାର କୁଆଡ଼େ ଛାଡ଼ିଗଲା। ସାରା ଦେହକୁ ଖିନଖିନ କରି ଅନେଇଲା। ସତେ ଯେମିତି ଜଗାର ହାତଚିହ୍ନ ସେଥିରେ କେଉଁଠି ଲାଗିରହିଚି। ମନେକଲା, ସେଦିନ ତାର ଗୋଟା ପ୍ରଳୟ ହେଇ ଯାଇଚି। ଆଗର ନୁଖୁରୀ ଆଉ ନାହିଁ। ଜଗାର ହାତ ବାଜି ଏ ଆଉ ଗୋଟା ଦିହ, ଆଉ ଗୋଟା ନୁଆ ନୁଖୁରୀର ଜନ୍ମ ହେଇଚି। ଏ ଦିହ ଜଗାର। ଜଗା ସେତେବେଳେକୁ ବହୁତ ବାଟ ଯାଇ ନଥାଏ। ନରିଦାସ ଘର କିଆରୀର ସୋରିଷ ଫୁଲଗୁଡ଼ା ତାକୁ ଯେମିତି ଥଟ୍ଟା କଲେ। ନୁଖୁରୀଟା କେତେ କୋତରୀ। ସେଥିରୁ ମେଞ୍ଚା ରାଗରେ